ଏବେ ମୁଁ ତୁମକୁ ବିଶେଷ ଭାବରେ ଲକ୍ଷ୍ୟ କରୁଅଛି। ଜଣାଯାଉଛି, ତୁମର ସାହସ, ଦମ୍ଭ କମି ଆସିଲାଣି। ଯଦି ତୁମର ସାହସ ଅକୁଳାନ ହେଉଛି, ତେବେ ଚୁପ୍ ରହ; ଅନ୍ୟର ସାହସ ଭାଙ୍ଗିଦେବା ପାଇଁ ଉଦ୍ୟମ କର ନାହିଁ। ପୁଣି ନିଜେ ଟିକିଏ ସାବଧାନରେ ଚଳ। ତା ନ ହେଲେ ସଭାର କାର୍ଯ୍ୟକ୍ରମରୁ ତୁମ ନାମଟା କାଟିଦେବାକୁ ମୁଁ ବାଧ୍ୟ ହେବି ବୁଝିଲ ତ? '' ସର୍ଦ୍ଦାର ମୁହଁର ଚେହେରା ଦେଖି ଓ କଥାର ଢଙ୍ଗ ଶୁଣି ମରିସ୍ ଭୟରେ କଳା ପଡ଼ିଗଲା-। ଥରିଥରି ସେ କହିଉଠିଲା, ''ମହାମାନ୍ୟ ସର୍ଦ୍ଦାର, ମୁଁ ଯଦି କିଛି ଅନ୍ୟାୟ କରିଥାଏ, ତେବେ ମୋତେ କ୍ଷମା କରନ୍ତୁ। ଆପଣ ଜାଣନ୍ତି, କ୍ଳବର ମଙ୍ଗଳ ହିଁ ମୋର ଏକମାତ୍ର ଲକ୍ଷ୍ୟ। କାଳେ କେବେ କ୍ଳବର କିଛି କ୍ଷତି ଘଟିବ, ସେଇଥିପାଇଁ ମୁଁ ଆଗରୁ ସାବଧାନ କରାଇ ଦେଉଥିଲି ସିନା-! '' ମରିସ୍ର ଏହି ଅନୁତାପଭରା କଥା ଶୁଣି ମ୍ୟାକ୍ଜିଣ୍ଟି କହିଉଠିଲା, ''ତୁମକୁ ଯଦି କେବେ କିଛି ଦଣ୍ଡ ଦେବାକୁ ପଡ଼େ, ତେବେ ତାହା ମୋ ପକ୍ଷରେ ମଧ୍ୟ କମ୍ ଦୁଃଖର କଥା ହେବ ନାହିଁ। ତେବେ ଥାଉ ସେ କଥା। ବର୍ତ୍ତମାନର କଥା ହେଉଛି–ମୁଁ ଯେଉଁ କାମ କଥା କହୁଥିଲି। ବଲ୍ଡ଼ୁଇନ, ତୁମେ ତୁମର ସହକାରୀମାନଙ୍କୁ ନେଇ ଅତି ଶୀଘ୍ର ସବୁ ଠିକ୍ ଠାକ୍ କରିପକାଅ। '' ବଲ୍ଡ଼ୁଇନ ଏହି ଅନୁଗ୍ରହ ଆଦେଶ ପାଇଁ ତ ଅପେକ୍ଷା କରିଥିଲା। ତତ୍କ୍ଷଣାତ୍ ସେ କହିଉଠିଲା, ''ନିଶ୍ଚୟ। '' ''କେତେ ଜଣଙ୍କୁ ସାଙ୍ଗରେ ନେବ ବୋଲି ଭାବୁଚ? '' ''ଛଅ ଜଣ ଗଲେ ହୋଇଯିବ। ଦୁଇ ଜଣ ଦୁଆରମୁହଁ ପାଖରେ ପହରା ଦେବେ, ଆମେ ଚାରି ଜଣ ଭିତରକୁ ଯିବୁ। '' ଟେଡ଼ି ବଲ୍ଡ଼ୁଇନ ଏଭଳି ଦୃଷ୍ଟିରେ ମ୍ୟାକ୍ମାର୍ଡ଼ୋକୁ ଚାହିଁଲା ଯେ, ତାର ଅର୍ଥ–ଅତୀତରେ ଯାହା ହେବାର ହୋଇଯାଇଛି। ବର୍ତ୍ତମାନ ଆମେ ତ ବନ୍ଧୁ, ତେଣୁ ଏକ ସଙ୍ଗରେ କାମ କରିବାର କୌଣସି ଆପତ୍ତି ନାହିଁ। ମ୍ୟାକ୍ଜିଣ୍ଟି ସେ ଦୁଇ ଜଣଙ୍କ ପିଠିରେ ହାତ ମାରି ବିଦାୟ ଆଶୀର୍ବାଦ ସ୍ୱରୂପ କହିଲା, ''ଲୋକଟାକୁ ଏଥରକ ବେଶ ଟିକିଏ ଶିକ୍ଷା ଦେଇ ଆମର କରାମତିଟା ବୁଝାଇଦିଅ–ଏତିକି ମାତ୍ର। '' ଖୁବ୍ ଆନନ୍ଦ କୋଳାହଳ ମଧ୍ୟରେ ସେଦିନର ବୈଠକ ସମାପ୍ତ ହେଲା। ସଭ୍ୟମାନେ ହଲ୍ ଛାଡ଼ି ବେଶ୍ ରସାଳାପ କରିକରି ରାସ୍ତାକୁ ଚାଲିଆସିଲେ। ଯେ ଯାହାର ଘରକୁ ଫୁର୍ତ୍ତିରେ ବାହାରିଗଲେ। ଗଭୀର ଅନ୍ଧକାରରେ କେବଳ ଛ' ଜଣ ଲୋକ ରାସ୍ତାକଡ଼ ବଡ଼ବଡ଼ ଘରର କାନ୍ଥ ଦେହକୁ ଏକପ୍ରକାର ଲାଗିରହି ଅଗ୍ରସର ହେଉ ଥାଆନ୍ତି। କିଛି ବାଟ ଗଲା ପରେ ମ୍ୟାକ୍ମାର୍ଡ଼ୋ ହାତ ଧରିପକାଇ ବଲ୍ଡ଼ୁଇନ ଫୁସ୍ଫୁସ୍ କରି କହିଉଠିଲା, ''ଏଇ ଘର। '' ରାସ୍ତା ଖୁଣ୍ଟିରୁ ଆସୁଥିବା ଆଲୁଅରେ ମ୍ୟାକ୍ମାର୍ଡ଼ୋ ସେହି ବଡ଼ କୋଠାଘରର ଉପରକୁ ମୁହଁ ଟେକି ଚାହିଁ ଦେଖିଲେ, ବଡ଼ବଡ଼ ଅକ୍ଷରରେ ଲେଖାହୋଇଛି–'ଭର୍ମିସା ହେରାଲ୍ଡ଼'–ଦୈନିକ ସମ୍ବାଦପତ୍ର। ସେତେବେଳେ ପ୍ରାୟ ମଧ୍ୟରାତ୍ରି; ଶୀତକାଳର ନିରୋଟ ଅନ୍ଧକାର। ରାସ୍ତାରେ ଜନମାନବର ଚିହ୍ନ ସୁଦ୍ଧା ନାହିଁ। ଘର ପ୍ରାଙ୍ଗଣର ଦୁଆରମୁହଁ ପାଖରେ ଦୁଇ ଜଣଙ୍କୁ ସାବଧାନରେ ଠିଆ କରାଇ ପଛପଟ ପାଚେରୀ ଡେଇଁ ଚାରି ଜଣ ଭିତରକୁ ପ୍ରବେଶ କଲେ। ଭିତରେ ଚାରିଆଡ଼େ ପ୍ରେସର ଯନ୍ତ୍ରପାତି, କଳକବଜା, ଅକ୍ଷର ଖଞ୍ଜା ସ୍ଥାନ ଓ କାଳିକାଗଜ। ତାରି ଭିତରେ ଅନ୍ଧକାର ମଧ୍ୟରେ ମିଶିଯାଇ ସେମାନେ ସିଡ଼ିପାଖକୁ ଚାଲିଆସିଲେ। ସେଠାରେ ଆଉ ଦୁଇ ଜଣଙ୍କୁ ଠିଆ କରାଇ ମ୍ୟାକ୍ମାର୍ଡ଼ୋ ଓ ବଲ୍ଡ଼ୁଇନ ଅତି ସନ୍ତର୍ପଣରେ